ସେତେବେଳେ ମଧ୍ୟ ଧର୍ମଗୁରୁମାନେ ସେହି କଷଣ ଭୋଗକୁ ଭଗବାନଙ୍କର କ୍ରୋଧ ବୋଲି କହିଥିବେ। ଆଜି ସେସବୁ ଅତୀତର କାହାଣୀ ହୋଇ ରହିଛି। ମଣିଷ ଆଉ ପ୍ରକୃତିର ଯୁଦ୍ଧରେ ମଣିଷ ଜିତୁଛି ପ୍ରତିକାର କରିପାରୁଛି। ସେଠି ବିଜ୍ଞାନ ଅର୍ଥାତ୍ ନୂତନ ଜ୍ଞାନ ବିବେକର ସହିତ ମଣିଷର ପରିଚର୍ଯ୍ୟାରେ ଲାଗିପାରୁଛି। ଯଦି ଜଣେ ନାଗରିକ ଘର ବୀମା ହୋଇଥିବ, ମଟରଗାଡ଼ି ବୀମା ହୋଇଥିବ, କ୍ଷେତରେ ଫସଲ ବୀମା ହୋଇଥିବ, ତେବେ ପ୍ରାକୃତିକ ପ୍ରକୋପ ଦ୍ଵାରା ଯାହା ଯେତେବେଳେ ଉଜୁଡ଼ି ଅବା ଯାଉଥିବ, ହୁଏତ ଦକ୍ଷତାର ଭାବରେ ତାହା ପୂରଣ ହୋଇପାରୁଥିବ। ପୃଥିବୀରେ ଏତେ ବୁଦ୍ଧି, ଏତେ ଉପାୟ ଏବଂ ଏତେ ସଚେତନତା ଥାଉ ଥାଉ ମଣିଷମାନଙ୍କର ରକ୍ଷା ପାଇଁ ଦୟାଳୁମାନଙ୍କୁ କାହିଁକି ଡାକରା ପଡ଼ିବ? ଭାରତବର୍ଷରେ ଦୟାଳୁମାନଙ୍କୁ ବାରବାର କାହିଁକି? ଏତେ ଦାୟିତ୍ଵ ମୁଣ୍ଡାଇବାକୁ ପଡୁଥବ ଏବଂ ଦୟାଳୁ ହୋଇପାରିବା ସକାଶେ ଏତେ ଦୁରାତ୍ମ ହେବାକୁ ମଧ୍ୟ ପଡୁଥିବ? ବିଗତ ଅ ଅଧଶତାବ୍ଦୀ ମଧ୍ୟରେ ଭାରତବର୍ଷରେ ବିଜ୍ଞାନ ବାବଦରେ କେତେ କଣ ଖରଚ ହୋଇଛି। ମଣିଷ ଉଚ୍ଚ ପାଠ ପଢ଼ି ଉଚ୍ଚରେ ରହିବେ ବୋଲି କେତେ ଭଳି ପାଠ ପଢ଼ିଛନ୍ତି। ପାଠ ପଢ଼ିଥିବା ଅନୁସାରେ ଦରମା ମଧ୍ୟ ପାଇଛନ୍ତି ଏବଂ ସେହି ପାଠ ଓ ସେହି ବିଜ୍ଞାନ ଦ୍ଵାରା ଅସହାୟ ମଣିଷମାନଙ୍କର ପ୍ରକୃତରେ କେଉଁ ଲାଭ ହୋଇଛି? ଭାରତବର୍ଷକୁ ଶକ୍ତିଶାଳୀ କରିବା ନିମନ୍ତେ ବିଶେଷ ମୁଣ୍ଡମାନେ ବୋମା ତିଆରି କରିବାର ରହସ୍ୟଟାକୁ ପରୀକ୍ଷା କରି ଦେଖାଇ ଦେଖିଛନ୍ତି ମାତ୍ର, ଏହି ଦେଶରେ ସର୍ବନିମ୍ନ ସ୍ତରଟା ପ୍ ଟାଣ ହୋଇ ତିଆରି ହେବ, ଅର୍ଥାତ୍ ଦେଶର ସବୁ ମଣିଷଙ୍କୁ ବିଚାରକୁ ନିଆଯାଇ ଯାବତୀୟ ବ୍ୟବସ୍ଥା ହୋଇପାରିବ, ସେହି ଦିଗରେ ପ୍ରାୟ ନିର୍ଭରଯୋଗ୍ୟ ଭାବରେ କିଛି ହୋଇପାରିନାହିଁ କାହିଁକି? ସବୁ ପିଲା ଇସ୍କୁଲକୁ ଆସି ପାରିନାହାନ୍ତି, ସବୁ ସମର୍ଥ ମଣିଷଙ୍କ ପାଇଁ କାମ ଓ ରୋଜଗାରର ଯୋଜନା ହୋଇପାରିନାହିଁ। ଅଧିକ ମଣିଷ ଯେଉଁ ଭାଷାକୁ ବୁଝନ୍ତେ, ଉପର ମଣିଷମାନେ ସେହି ଭାଷାକୁ ଅବହେଳା କରିବାକୁ ହିଁ ପରିପୂର୍ଣ୍ଣ ପ୍ରଶ୍ରୟ ଦିଆଯାଇଛି। ଦେଶର ଶାସନ ଯଥେଷ୍ଟ ସଦିଚ୍ଛା ଓ ସାଧୁତା ସହିତ ଯଥେଷ୍ଟ ତଳଯାଏ ଆସିବାକୁ ରାଜି ହୋଇନାହିଁ। ପ୍ରତିନିଧିମାନେ ନିର୍ବାଚିତ ହୋଇ ଭାଡ଼ି ଉପରକୁ ଚଢ଼ିଯିବା ମାତ୍ରକେ ସର୍ବଗିଳା ପାଲଟି ଯାଇଛନ୍ତି। ରାଜନୀତିକ ଇଚ୍ଛାରେ ସର୍ବବିଧ ପରିମଳକୁ ସେମାନେ ଚୂଲି ଭିତରକୁ ଫିଙ୍ଗି ଦେଇଛନ୍ତି। ସରକାର କହିଲେ ଲୋକ ବିବେକରେ ଅନ୍ୟ ଅନେକତଃ ଏକ ସଂଗଠିତ ଅସାଧୁତାକୁ ହିଁ ବୁଝାଇଛି। ତେଣୁ ଅସହାୟ ମଣିଷଙ୍କର ଅସହାୟତା ବଢ଼ି ବଢ଼ି ଯାଇଛି। ସେହିମାନେ ହିଁ ମନୁଷ୍ୟକୃତ ତଥା ପ୍ରକୃତିକୃତ ଯାବତୀୟ ଦୁର୍ବିପାକର ଶିକାର ହେବାରେ ଲାଗିଛନ୍ତି। ସମାଜରେ ସେ ସବା ତଳେ ରହିଥିବା ଜାତିମାନେ ହିଁ ସବୁଠାରୁ ଅଧିକ ସମ୍ବଳଶୂନ୍ୟ ହୋଇ ରହିଛନ୍ତି। ଏହି ଦେଶରେ ସେମାନେ ଜଣେ ଜଣେ ନାଗରିକ ବୋଲି ଦୃଢ଼ସଚେତନା ଭାବରେ ଅନୁଭବ କରିବା ଲାଗି ମନୁଷ୍ୟସୁଲଭ ଯେତିକି ଜାଗରୂକତା ଦରକାର ସେମାନେ ବସ୍ତୁତଃ ସେତିକି ମଧ୍ୟ ଅର୍ଜନ କରି ପାରିନାହାନ୍ତି। ସତେ ସତେ ଅବା ସେମାନଙ୍କୁ ବାହାରକୁ ତଡ଼ିଦେଇ ଦେଶଟା ଚାଲିଛି, ବଡ଼ ଅନମନୀୟ ଅବଜ୍ଞା ସହିତ ଚାଲିଛି। ଅର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ଶ୍ରୀଯୁକ୍ତ ଅମର୍ତ୍ତ୍ୟ ସେନ ପୁରସ୍କାର ପାଇଥିବାର ସେହି ସମୟର ତାଙ୍କ ପିଲାଦିନର ଗୋଟିଏ ସତ କାହାଣୀକୁ ବାରବାର କହୁଥିଲେ।ଉଣେଇଶହ ତେଇଆଳୀଶି ଭୟାବହ ଦୁର୍ଭିକ୍ଷ ଲାଗିଥିବା ସମୟରେ, ତାଙ୍କୁ ପ୍ରାୟ ନଅ ଦଶ ବର୍ଷ ହୋଇଥିଲା। ସେତେବେଳେ କଲିକତାରେ ଖାଦ୍ୟର ଅଭାବରେ, ହଜାର ହଜାର ମଣିଷ ମୃତ୍ୟୁମୁଖରେ ପଡୁଥିଲେ। ସେହି ଦୁଃଖଦ ଘଟଣାମାନ ସଚିତ୍ର ହୋଇ ଖବରକାଗଜରେ ପ୍ରକାଶ ପାଉଥିଲା। ବାଳକ ଅମର୍ତ୍ତ୍ୟ ସେଗୁଡ଼ିକୁ ଦେଖୁଥିଲେ ଏବଂ ଗୋଟିଏ କଥା ବୁଝି ନପାରି ବଡ଼ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। ସିଏ ଭାବୁଥିଲେ,ଏତେ ଏତେ ମଣିଷ ମରୁଛନ୍ତି ଅଥଚ ତାଙ୍କ ପରିବା